ଆଲେସ୍କିଙ୍କୁ ଦେଖି ବୃଦ୍ଧା ଏତେ ଖୁସି ହୋଇଯାଇଥିଲେ ଯେ, ଆଲେସ୍କିଙ୍କୁ କିପରି ଚର୍ଚ୍ଚା କରାଯିବ, ତାହା ସେ ପୂରାପୂରି ଭୁଲି ଯାଇଥିଲେ-। ମା'ଙ୍କୁ ଏପରି ଦେଖି ମେରିନା କହିଲା, ''ତୁ ଖାଲି ତାଙ୍କୁ ପଚାରୁଥିବୁ ନା' ତାଙ୍କର କିଛି ଚର୍ଚ୍ଚା କରିବୁ ମା! ସେ ଯେ କେତେବେଳୁ ତାଙ୍କ ଘରୁ ବାହାରି ଆସିଲେଣି। ହଉ ମା, ତୁ କଥା କହୁଥା, ମୁଁ ଚା' କରି ଆଣେ। '' ମେରିନା ଚାଲିଗଲା ଘର ଭିତରଆଡ଼େ ଆଲେସ୍କିଙ୍କ ପାଇଁ ଚା' କରିବାକୁ। କିଛି ସମୟ ପରେ ସେ ଯେତେବେଳେ ଟ୍ରେରେ ଚା' ଘେନିଆସିଲା, ସେତେବେଳ ପର୍ଯ୍ୟନ୍ତ ବୃଦ୍ଧା ଓ ଆଲେସ୍କିଙ୍କର କଥାବାର୍ତ୍ତା ସରି ନ ଥାଏ। ନିକଟବର୍ତ୍ତୀ ଟେବୁଲ ଉପରେ ଟ୍ରେ'ଟି ଥୋଇଦେଇ ପାଖ ସୋଫାରେ ବସିପଡ଼ିଲା ମେରିନା। କପ୍ରେ ଚା' ଢାଳୁ ଢାଳୁ ପଚାରିଲା, ''ମା, ବାପା ଆଜି କୁଆଡ଼େ ଯାଇଛନ୍ତି କି? କାହିଁ ଏପର୍ଯ୍ୟନ୍ତ ତ ଆସି ନାହାନ୍ତି। ଆଲେସ୍କି ବାଟରେ ଆସିଲାବେଳେ ଗୋଟାଏ କଥା କହୁଥିଲେ, ମୁଁ ବାପାଙ୍କୁ କୁହନ୍ତି। ତୁ ଜାଣିଲୁଣିନା ମା, ଆଲେସ୍କି ତାଙ୍କ ମାନମନ୍ଦିରରୁ ଆଉ କୁଆଡ଼େ ଚାଲିଯାଉଛନ୍ତି। '' ''ଆଉ କେଉଁ ମାନମନ୍ଦିରକୁ ବଦଳି ହୋଇ ଯାଉଥିବ। '' ''ସେ ମାନମନ୍ଦିର ଏ ପୃଥିବୀପୃଷ୍ଠରେ ନୁହେଁ ମା! ଏହି ପୃଥିବୀ ବାହାରେ ଏକ ମାନମନ୍ଦିରକୁ। '' ''ଏଁ! ପୃଥିବୀ ବାହାରେ-? କ'ଣ ପୃଥିବୀ ବାହାରେ କୌଣସି ଗ୍ରହ, ଉପଗ୍ରହକୁ-? ତୁ କଣ ଯେ କହୁଚୁ, ମୁଁ କିଛି ବୁଝିପାରୁନି ତୋ' କଥାରୁ। '' ''ହଁ ମା, ମୁଁ ସତ କହୁଚି ପରା! ଗାଡ଼ିରେ ଆସିଲାବେଳେ ସେ ମୋତେ ଏ କଥା କହୁଥିଲେ। ଆମ ପୃଥିବୀ ଚାରିପାଖରେ ଯେପରି ଗୋଟାଏ ପ୍ରାକୃତିକ ଉପଗ୍ରହ ଘୂରୁଛି, ସେହିଭଳି ଏକ କୃତ୍ରିମ ଉପଗ୍ରହ ଆମ ଦେଶରେ ତିଆରି ହେଇଚି। ସେହି ଉପଗ୍ରହଟି ମହାଶୂନ୍ୟରେ ରହି ପୃଥିବୀ ଚାରିପାଖରେ ଘୂରିବ। ସେଥିରେ ପ୍ରାୟ ଷାଠିଏ ସରିକି ଲୋକ ଯିବେ। ସେଥିଭିତରେ ଚଳିବା ପାଇଁ ରହିବା କୋଠରି, କ୍ଲବ... '' ''ଏସବୁ କୌଣସି ଲେଖକଙ୍କର ବୈଜ୍ଞାନିକ ଉପନ୍ୟାସ ପଢ଼ି ସେହି ଗପକୁ ତୋ ମା'କୁ ଶୁଣାଉଛୁ ନା କଅଣ? ବେଶ୍ ବେଶ୍-'' ଏହା କହି ଏତିକିବେଳେ ଘର ଭିତରକୁ ପଶିଆସିଲେ କୋଜେଲେସ୍କି, ମେରିନାର ପିତା। ହଠାତ୍ ପିତାଙ୍କୁ ଦେଖି ମେରିନା ଉଠିପଡ଼ିଲା ଓ ବାପା, ବାପା କହି ତାଙ୍କଠାକୁ ଦୌଡ଼ିଗଲା-। ''ବାପା ଦେଖିଲଣି, କିଏ ଆଜି ଆମ ଘରକୁ ଆସିଛନ୍ତି। '' ''କିଏ, ମା? '' ସୋଫାରୁ ଉଠି ଆଲେସ୍କି ନମସ୍କାର କଲେ ବୃଦ୍ଧଙ୍କୁ! ''ଓଃ ଆଲେସ୍କି! ତୁମେ ଆଜି ଏ ସମୟରେ ବାପା! ତୁମେ କେବେ ଆସିଲ ଲାଢ଼ାକିସ୍ଥାନରୁ? ଦେହପା, ସବୁ ଭଲ ଅଛି ତ? ତୁମ ବାପା କିପରି ଅଛନ୍ତି? ବହୁଦିନ ହେଲା ମୁଁ ଆଉ ତମ ଘରଆଡ଼େ ଯାଇପାରିନି ପୁଅ! '' ଆଲେସ୍କି ଧୀର ସ୍ଥିର ଭାବରେ ଉତ୍ତର ଦେଲେ ବୃଦ୍ଧଙ୍କର ପ୍ରଶ୍ନଗୁଡ଼ିକର। ''ହଉ ହଉ, ବସ ବସ! କ'ଣ ଏ ପାଗଳୀର ଗପ ତୁମେ ବି ଶୁଣୁଥିଲ? ମୁଁ ଭାବୁଥିଲି ତୁମ ମାଉସୀ କେବଳ ଶୁଣୁଥିଲେ ବୋଲି। ହଉ ହଉ ଶୁଣ, ମୁଁ ଆସୁଛି। '' ବୃଦ୍ଧ ବୈଠକଖାନାରୁ ଘର। ଭିତରକୁ ଚାଲିଗଲେ। ''ଆହୁରି ଶୁଣିଛୁ ମା, ଆଲେସ୍କି ଯାଉଛନ୍ତି ସେହି କୃତ୍ରିମ ଉପଗ୍ରହରେ ଯାଉଥିବା ଲୋକଙ୍କ ଭିତରେ ଦଳପତି ହୋଇ। ମା, କି ସୁନ୍ଦର ସେ ଧାରଣା କହତ? ମହାଶୂନ୍ୟ ଭିତରେ, ପୃଥିବୀ ଭିତରେ ରହିଲା ଭଳି ରହି ଆଲେସ୍କିଙ୍କର ଯେ କି ଅପୂର୍ବ ଅନୁଭୂତି ହେବ, ମୁଁ ଧାରଣା କରିପାରୁନି। ଓଃ, ମୁଁ ସେ ଦଳ ଭିତରେ ଯାଇପାରନ୍ତି କି ମା! ମୋତେ ଭାରି ଭଲ ଲାଗନ୍ତା ପ୍ରକୃତରେ। କି ଅଦ୍ଭୁତ ଅନୁଭୂତି ହୁଅନ୍ତା ମୋର! '' ''ଏ ପାଗଳୀ କଣ କହୁଛି, ସତ ନା ପୁଅ? କିନ୍ତୁ ବାପା, ତମେ ଏତେ ଦୂରକୁ ଯିବ, ପୁଣି ଏ ମହାଶୂନ୍ୟ ଭିତରେ! କେତେ ବିପଦ-ଆପଦ ଅଛି। ତୁମେ ଏଥିରେ ରାଜି ହେଲ କାହିଁକି? ତୁମ ବାପା ମା ତୁମକୁ ଛାଡ଼ିବେ କେମିତି? '' ''କାହିଁକି, କ'ଣ ହୋଇଛି କି ମାଉସୀ? କିଛି ତ ବିପଦ-ଆପଦର ସମ୍ଭାବନା ନାହିଁ। ଆମେ ଏଠି ଯେପରି ଅଛୁଁ, ସେଠାରେ ଠିକ୍ ସେହିପରି ରହିବୁ। ପୃଥିବୀର ସବୁ ଖବରଅନ୍ତର ଏଠି ଯେପରି ପାଉଛୁ, ସେଠି ମଧ୍ୟ ଠିକ୍ ସେହିପରି ପାଉଥିବୁ। ଏଠି କ'ଣ ଘଟୁଛି ଆମକୁ ସେ ସବୁ ତ ସଙ୍ଗେ ସଙ୍ଗେ ଜଣାପଡ଼ିଯାଉଥିବ।